ସଂସାର ଚାଲିଛି। ଚାଲିବା ଭଳି ନ ଚାଲୁଥିଲେ ମଧ୍ୟ ଚାଲିଛି। ଏବଂ ସେହି କାରଣରୁ ପ୍ରାୟ ସବୁ ଯୁଗରେ ଥୋକେ ମଣିଷ ସଂସାରଟା ବଦଳୁ ବୋଲି ମଧ୍ୟ ଇଚ୍ଛା କରିଛନ୍ତି। ପୃଥିବୀ ବଦଳିବ ଅର୍ଥାତ୍ ଅସହାୟ ମନୁଷ୍ୟ ମାନଙ୍କର ଅସହାୟତା ଦୂର ହେବ। ସବୁ ମଣିଷ ଅଣ୍ଟା ସିଧା କରି ବାଟ ଚାଲିବେ। ଏହି ପୃଥିବୀକୁ ସମର୍ଥ ଓ ସୁନ୍ଦର କରିବାର ସକଳ ଉଦ୍ୟମରେ ଭାଗ ନେବେ। କେହି ଉପରୁ ଦାବିକରି ରଖି ନଥିବ-। ଅଥବା ତଳେ ମଧ୍ୟ କେହି ସେହି ଅସଭ୍ୟତାଟାକୁ ଭାଗ୍ୟର ନିର୍ଣ୍ଣୟ ବୋଲି ସହିବାକୁ ଆଦୌ ରାଜି ହେବନାହିଁ। ମନୁଷ୍ୟମାନେ ସେମାନଙ୍କର ମନୁଷ୍ୟପଣ ଅର୍ଥାତ୍ ମନୁଷ୍ୟ ସମ୍ଭାବନାଗୁଡ଼ିକ ବିଷୟରେ ସଚେତନ ହେଲେ ନିଜର ଯାବତୀୟ ଅପଦଶା ବିରୋଧରେ ସଂଗ୍ରାମ କରି ବାହାରିବେ ବୋଲି ଦେଢ଼ଶହ ବର୍ଷ ତଳେ ଇଉରୋପରେ କାର୍ଲ୍ ମାର୍କ୍ସ କହିଥିଲେ। ସେହି କଥାଟିରେ ଏକ ଅକାଟ୍ୟ ବିଶ୍ୱସତ୍ୟ ନିହିତ ହୋଇ ରହିଥିଲା ବୋଲି ତାହା ସମଗ୍ର ବିଶ୍ୱକୁ ଚହଲାଇ ଦେଇପାରିଲା। ସମଗ୍ର ବିଶ୍ୱକୁ ସଂକ୍ରାମିତ କରିଥିଲା। ଅଚେତନକୁ ପୁଣି କିଏ ସଚେତନ କରି ପାରିବ? ମଣିଷର ଗୋଟିଏ ମେରୁଦଣ୍ଡ ଅଛି ବୋଲି ନିଜ ମେରୁଦଣ୍ଡକୁ ନ ଚିହ୍ନିଥିବା ହେତୁ ଭାଗ୍ୟ ଆଦରି କଷଣକୁ ପିଇ ଦୁନିଆଯାକର ଖଟୁଥିବା ଏବଂ ନିଜେ ମାଟି ହୋଇ ପଡ଼ିଥିବା ବଞ୍ଚିତ ମଣିଷମାନଙ୍କର କିଏ ନିଦ ଭଙ୍ଗାଇବ? କାର୍ଲ୍ ମାର୍କ୍ସ ଏହିମାନଙ୍କୁ ହିଁ ଆଗାମୀ ପୃଥ୍ୱୀ-ପରିବର୍ତ୍ତନର ବିପ୍ଲବୀ ବୋଲି କହିଲେ। ଏମାନେ ସ୍ୱୟଂ ସବାତଳେ ନଥିବେ। ଏବଂ ନିଜେ ଇଚ୍ଛା କଲେ ଅନ୍ୟ ଉଚ୍ଚ ମାନଙ୍କ ପରି ସୁଖରେ ଅର୍ଥାତ୍ ଉଦାସୀନ ଭାବରେ ନିଜ ଜୀବନଟିକୁ ବଞ୍ଚି ପାରିବାର ସାମର୍ଥ୍ୟ ମଧ୍ୟ ସେମାଙ୍କର ଥିବ। ମାତ୍ର, ସେମାନେ ତଥାପି କେବଳ ନିଜକୁ ଅର୍ଥାତ୍ ନିଜର ସୁଖ କିମ୍ବା ସଫଳତାକୁ ଦେଖୁ ନଥିବେ। ସେମାନଙ୍କ ଭିତରେ ଏକ ନିଷ୍ଠାପର ସମ୍ବେଦନଶୀଳତା ରହିଥିବ। ପ୍ରାଚୁର୍ଯ୍ୟର ପୃଥିବୀରେ ଥୋକେ ମଣିଷ କାହିଁକି ତଥାପି ବଞ୍ଚିତ ହୋଇ ରହିବେ ବୋଲି ସେମାନେ ନିଜକୁ ତଥା ଯୁଗଟାକୁ ପ୍ରଶ୍ନ କରୁଥିବେ। ସେମାନେ ନିଜେ ପାଠ ପଢ଼ିଥିବେ ଅର୍ଥାତ୍ ନିଜର ବ୍ୟକ୍ତିଗତ ଜୀବନର ବାଡ଼ଗୁଡ଼ିକର ବାହାରକୁ ବାହାରିଯାଇ ଅନ୍ୟ ମାନଙ୍କ ବିଷୟରେ ସତେ ଅବା ଅଙ୍ଗୀକାରବଦ୍ଧ ଭାବରେ କିଛି ଚିନ୍ତା କରିପାରୁଥିବେ। ସେମାନେ ନିଜର ଅଦୃଷ୍ଟକୁ ଭବିଷ୍ୟତର ଏପରି ଏକ ଅନ୍ୟ ସମ୍ଭାବନା ସହିତ ଗୁନ୍ଥିଦେଇ ବିଚାର କରିବେ, ଯାହାକି ସେମାନଙ୍କୁ ଏକ ଅନ୍ୟ ଜୀବନାଦର୍ଶର ଆବେଦନ ଆଣି ଦେଇ ଯାଉଥିବ। ସେମାନେ ତଳକୁ ଓହ୍ଲାଇ ଆସିବେ। ଅସହାୟମାନଙ୍କର ଦୁଆର ଖଡ଼ ଖଡ଼ କରିବାକୁ ନିଜର ଧର୍ମ ବୋଲି ଗ୍ରହଣ କରିନେବେ। ଅଚେତନ ମଣିଷମାନଙ୍କୁ ସଚେତନ କରାଇ ଆଣିବାକୁ ସେମାନେ ଦୀକ୍ଷାରୂପେ ବରିନେବେ। ଆଗାମୀ ଓଲଟପାଲଟ ଲାଗି ଅଗ୍ରଗାମୀ ହେବେ। ଯେଉଁମାନେ ଖାଲି ଆପେ ଚେଇଁଥାନ୍ତି, ଅନ୍ୟମାନେ ମଣିଷ ହୋଇ ମଧ୍ୟ କାହିଁକି ତଥାପି ଶୋଇ ରହିଛନ୍ତି ବୋଲି ସେମାନେ ମୋଟେ ମୁଣ୍ଡ ଖେଳାନ୍ତି ନାହିଁ। ସେମାନେ ସ୍ୱୟଂମୁଖୀ ରହିଯାଆନ୍ତି, ସଫଳମାନଙ୍କ ଭିତରେ ଗଣ୍ୟ ହୁଅନ୍ତି। ମାତ୍ର ଆଉ ଥୋକେ ମଣିଷ ଶୋଇଥିବା ଅନ୍ୟ ମଣିଷ ମାନଙ୍କୁ ମଧ୍ୟ ହୁଏତ ସବା ଆଗ ମଣିଷ ବୋଲି ଦେଖୁଥାନ୍ତି ଏବଂ ସେହି କାରଣରୁ ସେମାନଙ୍କର କାହିଁକି ନିଦ ଭାଙ୍ଗିବା ନାହିଁ ବୋଲି ପ୍ରଶ୍ନ କରିବାକୁ ଆରମ୍ଭ କରନ୍ତି। ପ୍ରଶ୍ନ ପଚାରିଲେ ଆଗକୁ ବହୁ ସମ୍ଭାବନା ଦୃଷ୍ଟିଗୋଚର ହୋଇ ଆସେ। ଆଲୋକ ଦେଖାଯାଏ। ନିଜ ଭିତରେ ବଳ ଏବଂ ବିଶ୍ୱାସର ଅନୁଭବ ହୁଏ। ଏପରିକି ଏକୁଟିଆ ମଧ୍ୟ ଏକ